ସେତେବେଳେ କିଛି କରିବାର ଉପାୟ ନ ଥିଲା। ପଛରେ ଥିଲା ତ! ଆମେ ଯେତେବେଳେ ମଧ୍ୟାହ୍ନ ଭୋଜନରେ ବସିଥିଲୁ, ଡାକ୍ତର ଡାକି ଆଣିବାକୁ ଗଲେ ମଥୁରାନନ୍ଦଙ୍କୁ। କିନ୍ତୁ? ଏଥିରେ ସନ୍ଦେହ କ'ଣ? ଡାକ୍ତରୀ ଜ୍ଞାନ ତାଙ୍କର ଅଛି। କୌଣସି ମୃତ ଦେହ ପରୀକ୍ଷା କରି ଯଦି କହନ୍ତି ଯେ ଘଣ୍ଟାଏ ଆଗରୁ ମରିଛି, ତେବେ କିଏ ପ୍ରତିବାଦ କରିବ, ଶୁଣେ? ବର୍ଷା ମୁହଁ ଆଡ଼କୁ ଅନାଇଲା ମାଧବ, ଆପଣଙ୍କର ଯୁକ୍ତି ଅକାଟ୍ୟ। କିନ୍ତୁ ତଥାପି ଏଣେ ରଘୁନାଥ ପଚାରିଲା, ଆଚ୍ଛା, ମିଷ୍ଟର ଫଟିକ୍, ଆପଣ କ'ଣ ବ୍ୟାପାରଟି କିଛି ବୁଝିପାରୁଛନ୍ତି? ନା, ରଘୁନାଥ, ମୁଁ ଅସମର୍ଥ। ଜଜ୍ ସାହେବ ଯେ କହୁଛନ୍ତି, ଆମ ଭିତରେ ଜଣେ ଆତତାୟୀ ରହିଛି, କ'ଣ କଥାଟା ସତ? ଯଦି ତାହା ହୁଏ, ତେବେ ସେ ଲୋକଟି କିଏ? ରଘୁନାଥ, ଆମେ ସେଇ କଥାଟି ଜାଣିବାକୁ ଚାହୁଁ। ଆପଣ ନିଶ୍ଚୟ କିଛି ଅନୁମାନ କରିଛନ୍ତି। ଅନୁମାନ କରିଛି, କିନ୍ତୁ ତାହା ଯେ ସତ କହିବି କିପରି କୁହ ତ! ଲୋକଟା ଯେମିତି ବୁଦ୍ଧିମାନ୍ ସେମିତି ନିଷ୍ଠୁର। ଖୁନ୍ ପରେ ଖୁନ୍ କ'ଣ ସହଜ କଥା! କିଛି ବୁଝିପାରୁନି ସାର୍, କିଛି ନା। ଡାକ୍ତର ଦୁର୍ଗାମାଧବ ଦୃଢ଼ ସ୍ଵରରେ କହୁଥିଲେ, ଆମକୁ ଯେପରି ହେଉ ଏଠାରୁ ଯିବାକୁ ପଡ଼ିବ। ବାହାର ଆଡ଼କୁ ଅନାଇ ବସିଥିଲେ ଜଜ୍ ସାହେବ। ଚଷମାଟି ହାତରେ ଧରିଥିଲେ। ଡାକ୍ତରଙ୍କ କଥା ଶୁଣି ବାହାର ଆଡ଼କୁ ଅନାଇ କହିଲେ, ଅଦାଲତର ଅଭିଜ୍ଞତା ମୋର ଅଛି, କିନ୍ତୁ ପାଣିପାଗ ଅଫିସର କଥା ମୋତେ ଜଣା ନାହିଁ। ଆକାଶର ଅବସ୍ଥା ଦେଖି ମନେହେଉନାହିଁ ଯେ ଆଗାମୀ ଚବିଶ ଘଣ୍ଟା ଭିତରେ ଝଡ଼ ବୃଷ୍ଟି ବନ୍ଦ ହେବ। ତା ଅର୍ଥ ହେଲା, ଏହି ସମୟ ମଧ୍ୟରେ ଏହି ବରିକୁଦ ଦ୍ଵୀପକୁ ବୋଟ ଆସିବ ନାହିଁ। ଡାକ୍ତର ବିରକ୍ତ ହୋଇ କହିଲେ, ଏ ଭିତରେ ଆମେ ଯେ ଶେଷ ହୋଇଯିବା। ଦୃଢ଼ କଣ୍ଠରେ ଜଜ୍ କହିଲେ, ନା, ମୁଁ ସବୁ ସତର୍କତା ଅବଲମ୍ବନ କରିବି। ଡାକ୍ତରଙ୍କର ମନେହେଲା ବୃଦ୍ଧ ବିଚାରପତିଙ୍କର ବଞ୍ଚିବାର ଆଗ୍ରହ ଯେକୌଣସି ଯୁବକଠାରୁ ବେଶି। ନିଜେ ଡାକ୍ତର ଜଜ୍ ଙ୍କଠାରୁ ପ୍ରାୟ କୋଡ଼ିଏ ବର୍ଷ ଛୋଟ ହେବେ। ସେ ଜୀବନକୁ ଆଙ୍କୁଡ଼ି ଧରି ରହିବାର କଥା ଭାବିପାରୁନାହାନ୍ତି। ଡାକ୍ତର ପଚାରିଲେ, ମିଷ୍ଟର ମହାଜନ, ଏହିସବୁ ପାଇଁ କିଏ ଦାୟୀ, ଆପଣ କ'ଣ ଅନୁମାନ କରିପାରୁଛନ୍ତି? ବିଚାରପତି ସତର୍କତାରେ ଉତ୍ତର ଦେଲେ, କେଉଁ ବ୍ୟକ୍ତିର ବିରୁଦ୍ଧରେ ଅଭିଯୋଗ ପ୍ରମାଣ କରିବା ପାଇଁ ଅଦାଲତରେ ଯେଉଁ ଧରଣର ସାକ୍ଷୀ ପ୍ରମାଣ ପ୍ରୟୋଜନ ତାହା ମୁଁ ସଂଗ୍ରହ କରିପାରିନି। ସମଗ୍ର ପରିସ୍ଥିତିକୁ ଆଲୋଚନା କରି ମୁଁ ଏକ ନିଶ୍ଚିତ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ କୌଣସି ବ୍ୟକ୍ତିବିଶେଷ ଏଥିପାଇଁ ଦାୟୀ। ଡାକ୍ତର ବିସ୍ମିତ ହୋଇ କହିଲେ, ମୁଁ କିନ୍ତୁ କିଛି ବୁଝିବାରେ ଅସମର୍ଥ। ଶ୍ରୀମତୀ ବିନୋଦିନୀ ଶ୍ରୀମଦ୍ ଭଗବଦ୍ ଗୀତା ଖଣ୍ଡିକ ଆଗରେ ରଖିଛନ୍ତି, କିନ୍ତୁ ପଢ଼ୁନାହାନ୍ତି ସେ। ସେ ଧୀରେ ତାଙ୍କର ଡାଏରୀଟି ବାହାର କଲେ। ତା ପରେ ଲେଖିଲେ, ଏକ ଭୟାବହ କାଣ୍ଡ ଘଟିଛି। ମଥୁରାନନ୍ଦଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାହୋଇଛି। ଜଜ୍ ମହାଜନ ଆଜି ଖାଇବା ପରେ ଭଲ ଭାଷଣଟିଏ ଦେଲେ। ତାଙ୍କର ବିଶ୍ୱାସ ଯେ ହତ୍ୟାକାରୀ ଆମ ଭିତରେ ଅଛି, ଅର୍ଥାତ୍ କାହା ଉପରେ ପାପର ଭାର ପଡ଼ିଛି। ମୁଁ ଏହା ପୂର୍ବେ ଅନୁମାନ କରିଛି। ତା ପରେ ସେ ଶୋଇପଡ଼ିଲେ। ଟିକିଏ ତନ୍ଦ୍ରାଳୁ ଭାବ କଟିଗଲା ପରେ ଲେଖିଲେ, ସମସ୍ତେ ପରସ୍ପର ସହିତ ଆଲୋଚନା କରୁଛନ୍ତି ଯେ ହତ୍ୟାକାରୀ କିଏ ହୋଇପାରେ? ଏ ପ୍ରଶ୍ନର ସଠିକ ଉତ୍ତର କେହି ଦେବାକୁ ଅସମର୍ଥ। ମୁଁ କିନ୍ତୁ ଜାଣିଛି, ଶେଫାଳୀ ହଁ, ଶେଫାଳୀ ଦାସ। ଲେଖି ହଠାତ୍ ତାଙ୍କର ନିଦ ଭାଙ୍ଗିଗଲା। ସେ କହିଉଠିଲେ, ଏଁ, ମୁଁ କ'ଣ ଲେଖୁଛି! ପାଗଳ ହୋଇଗଲିଣି ନା କ'ଣ! ତା ପରେ ଶେଫାଳୀ ଦାସ ନାଁଟି ଥରକୁ ଥର କାଟିଦେବାକୁ ଲାଗିଲେ। ଝଡ଼ କ୍ରମେ ବଢ଼ିଚାଲିଛି। ପବନର ଗର୍ଜନ, ଉତ୍ତାଳ ସମୁଦ୍ରର ତରଙ୍ଗର କି ବିକଟାଳ ରୂପ! ସମସ୍ତେ ଡ୍ରଇଂ ରୁମରେ ଆସୀନ। ମନେ ମନେ କେହି କାହାକୁ ଭଲ ଆଖିରେ ଦେଖୁନାହାନ୍ତି। ଝରକାର କାଚଗୁଡ଼ିକ ବନ୍ଦ ରହିଛି। କାଚ ଭିତରେ ବାହାରର ଦୃଶ୍ୟ କି ଭୟଙ୍କର! ଘର ଭିତରେ ଅବଚ୍ଛାୟା। ମେଘୁଆ ପାଗର ଅନ୍ଧକାର। ଚାହା ଧରି ପଶିଆସିଲା ରଘୁନାଥ। ଘରର ଆଲୋକ ଜାଳିଦେଲା ସେ। ଘରଟି ଉଜ୍ଜ୍ଵଳ ହେଲା, କିନ୍ତୁ ବାହାରଟି ଅନ୍ଧକାର। ବର୍ଷା ବିନୋଦିନୀଙ୍କୁ ପଚାରିଲା, ଚାହା କ'ଣ ଆପଣ କରିବେ?